ହାତରେ ହାତ ଛନ୍ଦି ଦୁହେଁ ଘୂରି ବୁଲୁଛନ୍ତି ଏପଟ ସେପଟ ହୋଇ। ଅଶ୍ରୁକୁ ଏଇ ବିବାହରେ ନିମନ୍ତ୍ରଣ କରିଥିଲା ତନୁଶ୍ରୀ। ମୁହଁ ଫୁଲାଇ ଅଶ୍ରୁ ନାହିଁ କରିଥିଲା। ତା' ପରେ କହିଥିଲା ସେଇ ମୂର୍ଖ ଝିଅଟାକୁ ଭାଇନା ତୋର କେମିତି ପସନ୍ଦ କଲେ ମ? ତନୁ ତା' କଥାର ଉତ୍ତର ଦେବା ଆଗରୁ ପ୍ରୀତି କହିଥିଲା ମଲା, ମୂର୍ଖ କ'ଣ ମ? ସେ ଚାକିରି କରିବାକୁ ଆସିଥାନ୍ତା କି? ତୁ ଯାହା କହ ପଛେ ଅଶ୍ରୁ, ଝିଅଟି ଏକା ମନୁ ଭାଇନାଙ୍କ ଲାଖି। ଆମ ଭୁବନେଶ୍ୱର ଗାଁଟା ଯାକରେ ସେପରି ରୂପ କାହାରି ଦେଖିନି। ଗୁଣର ବି ସୀମା ନାହିଁ। ସେଦିନ ତନୁ ଆଉ ମୁଁ ଯାଇଥିଲୁ ତାଙ୍କ ଘରକୁ। ପୂରା ଦୁଇ ଘଣ୍ଟା ରହିଲୁ ତାଙ୍କରି ଘ ପାଖରେ। କି ସୁନ୍ଦର ବ୍ୟବହାର ତାଙ୍କର। ଶାଢ଼ିଟାଏ ସର୍ବାଙ୍ଗ ଘୋଡ଼ାଇ ହୋଇ ଏପରି ଚାଲବୁଲା କରୁଥାନ୍ତି ଯେ ଦେଖିଲେ ଖୁସି ଲାଗୁଥାଏ। ପ୍ରୀତି କଥା ଶୁଣି ହସି ହସି ଗଡ଼ି ଗ ଗଲା ଅଶ୍ରୁ। କହିଲା ଘୋଡ଼ାଘୋଡ଼ି କାହିଁକି ହୋଇଥିଲେ କିଲୋ? ଏଇ ଗରମ ଦିନଟାରେ ତାକୁ କ'ଣ ଗରମ ଲାଗୁ ନଥାଏ। ଦେଖ୍ ଯା ଭଲ କରି ତାଙ୍କ ଦେହରେ ରୋଗ ଫୋଗ ଅଛି କି ନାହିଁ। ମୁଁ ମନେ କରୁଛି, ଖୁବ୍ କମରେ ଦେହରେ ଛଉ ଫଉ ଅଛି। ଛାଡ଼ ଆମକୁ କ'ଣ ମିଳିବ ସେଥିରୁ। ହଁ, ଆଚ୍ଛା ପ୍ରୀତି, ସେ ଯେ ଖୁବ୍ ଗୁଣର ସେକଥା ମାତ୍ର ଦୁଇଟା ଘଣ୍ଟା ଭିତରୁ ତୁ କେମିତି ଜାଣି ପକାଇଲୁ? ରକ୍ତିମ ହୋଇ ଉଠିଲା ପ୍ରୀତିର ଚନ୍ଦନରଙ୍ଗା ମୁହଁଟା। କହିଲା ମୁଁ ଆଗ ତୋର ପ୍ରଥମ ପ୍ରଶ୍ନର ଉତ୍ତର ଦେଇ ସାରେ, ପରେ ଯାଇ ଅନ୍ୟ କଥା। ତୁ ଆଗ କହିଲୁ ତୋ ଦେହରେ ରୋଗ ନାହିଁ ସେଇଆ ସମସ୍ତଙ୍କୁ ଜଣାଇ ଦେବା ପାଇଁ ତୁ କ'ଣ ଲଙ୍ଗଳା ମୁକୁଳା ହୋଇ କଲେଜ ଯାଉ? ମୁହଁ ଲାଲ୍ କରି ଅଶ୍ରୁ କହିଲା ଲଙ୍ଗଳା ମୁକୁଳା! ତୁ କ'ଣ କହିବାକୁ ଚାହୁଁଛୁ? ତୋର ଏଇ ପ୍ରଶ୍ନର ମାନେ କ'ଣ? ଦାନ୍ତରେ ଦାନ୍ତ ଚାପି ହସିଲା ପ୍ରୀତି। କହିଲା ମାନେଟାକୁ ତୁ ଡିକ୍ସନାରୀ ଖୋଜି ବାହାର କରୁଥା ଅଶ୍ରୁ। ଆମକୁ ବହୁ ଜାଗାକୁ ଡାକିବାକୁ ଯିବାକୁ ପଡ଼ିବ। ତତେ ମାନେ ବୁଝାଇବାକୁ ବେଳ ନାହିଁ ମୋର। ଆଉ ନୂଆ ଭାଉଜଙ୍କର ଗୁଣ କଥା? ସେକଥା ତୁ ବି ଦିନେ ଶୁଣିବୁ। ମୁଁ ଯେଉଁ ଦୁଇ ଘଣ୍ଟା ମୋ ପାଇଁ ଯଥେଷ୍ଟ। ମିଶ୍ର ଘରର ବୋହୂ ହେବା ପାଇଁ ତାଙ୍କର ଯଥେଷ୍ଟ ଯୋଗ୍ୟତା ଅଛି। ଆସୁନୁ ଯିବା ଆ ବେଳେ ହୋଇଯାଉଛି। ତନୁଶ୍ରୀକୁ ଭିଡ଼ି ଭିଡ଼ି ନେଇଗଲା ପ୍ରୀତି। ତଥାପି ତନୁ ମୁହଁ ବୁଲାଇ କହିଲା ଯିବୁ ଅଶ୍ରୁ ଆମ ଘରୁକୁ। ତତେ ମୋ ରାଣ ରହିଲା। ଅନ୍ତତଃ ବୋହୂ ଯାଇ ଥରେ ଦେଖିବୁ। ବୋହୂ ତୋର ନିଶ୍ଚୟ ମନକୁ ପାଇବ। ଯିବୁ, ଯିବୁଟି? ଅଶ୍ରୁ ଗମ୍ଭୀର ହୋଇ କହିଲା ଯିବି। କାରଣ ତୋ ନୂଆବୋହୁଙ୍କୁ ଦେଖିବାକୁ ଏଇକ୍ଷଣି ମୋର ଭୀଷଣ ଇଚ୍ଛା ହେଲାଣି। ତା' ପରେ ପ୍ରୀତିର ଅଭାବ ଅନାଟନ ସଂସାରକୁ ଚିହ୍ନିଥିଲା ଅଶ୍ରୁ। ତେଣୁ ଦାନ୍ତ ଚିପି ଚିପି ପ୍ରୀତିକୁ ଲକ୍ଷ୍ୟ କରି କହିଲା ପ୍ରୀତି କାଲି ତୁ ନୂଆ ଭାଉଜଙ୍କୁ କି ଉପହାର ଦେଇଛୁ ଲୋ? ଖିଲି ଖିଲି କଣ୍ଠରେ ହସି ଉଠିଲା ପ୍ରୀତି। କହିଲା କ'ଣ ଆଉ ଦେବି। ଭାବିଛି ନିଜ ହାତରେ ତିଆରି କରି ଦେବି ଦୁଇଜଣଙ୍କୁ ଦୁଇଖଣ୍ଡି ରୁମାଲ୍। ଅଶ୍ରୁର ଇଚ୍ଛା ହେଉଥିଲା ତାକୁ ବି ପ୍ରୀତି ପଚାରୁ ସେଇପରି ପ୍ରଶ୍ନଟିଏ। କିନ୍ତୁ ନା, ମୁହଁ ବୁଲାଇ ଚାଲିଗଲେ ସେମାନେ। ଚାଲିରେ ସେମାନଙ୍କର ନାଚର ଗୋଟିଏ ସୁଚାରୁ ଛନ୍ଦ। ମୁହଁ ଛାଟି ମୁହଁ ବୁଲାଇ ନେଲା ଅଶ୍ରୁ। ବାଟରେ ଯାଉ ଯାଉ ତନୁ କହିଲା ବୁଝିଲୁ ପ୍ରୀତି, ଅଶ୍ରୁଟାର କଥା କହିବାର ଗୋଟେ ବାଗସାଗ ନାହିଁ। କିପରି କହିଲା ଦେଖିଲୁ, ମୋ ନୂଆ ଭାଉଜଙ୍କ ଦେହରେ ରୋଗ ଅଛି ବୋଲି। ଛି, ଛି ଏପରି କଥା କୁହନ୍ତି। ହସି ଉଠିଲା ପ୍ରୀତି। ହସି ହସି କହିଲା କହିବନି କେମିତି କହିଲୁ? ତା' ମନ ତ ଏଇକ୍ଷଣି ଜଳୁଛି ପୋଡ଼ୁଛି। ସେପରି କଥା ସେ କହିବନି ତ ଆଉ କିଏ କହିବ? ଜାଣିଛୁ, ମନୁ ଭାଇନାଙ୍କଠି ତା'ର ଲୋଭ ରହିଗଲା। ତେଣୁ ସେ ହିଂସାରେ ଜଳି ପୋଡ଼ି ମରୁଛି ଏଇନେ। ଆଜିକାଲିକା ପିଲା ହେଲେ ମଧ୍ୟ ମନୁ ଭାଇନାଙ୍କ ମନ ଦୁନିଆ ବାହାର। ଅଶ୍ରୁ ରଥ କୁଆଡ଼େ ତାଙ୍କ ମନକୁ ପାଇବ? ଯାହା ଭାବୁ ପଛେ ଅଶ୍ରୁ, ମୁଁ ଆଜି ତା' ମୁହେଁ ମୁହେଁ ବତାଇ ଦେଇଛି ।